କାରଣ ଏହି ଭକ୍ତି ସାହିତ୍ୟର ସୃଷ୍ଟିରେ ସରକାର ଆସି ପହୁଞ୍ଚେ ନାହିଁ। ଯେତେ ପ୍ରକାର ଧର୍ମତତ୍ତ୍ୱ ଲେଖ-ଖୁବ୍ ଭଲ। ଯେମିତି ଲେଖକ ସାମାଜିକ ଚିନ୍ତାର ସ୍ତରକୁ ଓହ୍ଲାଇଲା ସେ ଦେଖି ପାରିବ ସେଠି ଅସଂଖ୍ୟ ବାଧା। ଯାହା କହିବାର କଥା-କ'ଣ ଏମିତି କୁହାଯିବ? ତିରିଶିବର୍ଷ ଆଗରୁ ଆମେ ଆମର ଇଚ୍ଛା ଅନୁସାରେ ଚଳିପାରୁ ନଥିଲୁ। ଟିକିଏ ଫେସନ ହେଇ ମୂହଁରେ ଖଣ୍ତେ ସିଗାରେଟ୍ କି ଚୁରୁଟ୍ ଧରି ଯିବା ଆସିବା କରିବା ଅନୁଚିତ ମନେ ହେଉଥିଲା। ଆମର ନୀତି ଓ ତତ୍ତ୍ୱ ଥିଲା-ଆପ୍ ରୁଚି ଖାନା, ପର ରୁଚି ଚଲନା। ତେଣୁ ଆମେ ଭିତରଟାକୁ ସ୍ୱାଧୀନ ଓ ମୂକ୍ତ କରି ଆମର ବାହାରଟାକୁ ପ୍ରଚଳିତ ସମାଜର ଧାରା ଅନୁସାରେ ସାମିଲ କରୁଥିଲୁ। ଏବେ ସ୍ୱାଧୀନତା ଆସିଛି ଯେ ଆମେ ମନର ଇଚ୍ଛାକୁ ମଛେଇ ଆମର ଲୁଗାପଟା ଓ ଚାଲିଚଳଣୀ କରିପାରୁଛୁ। ସମାଜ ଏହାକୁ ସ୍ୱୀକୃତି ଦେଉ ନାହିଁ। କିନ୍ତୁ ବାଧା ଦେଇ ପାରୁନାହିଁ। ଅମାନିଆ ଲୋକ ଯେତେବେଳେ ବଢ଼ିଗଲେ ସେଇଠୁ ସମାଜ କହିଲା। -ଆରେ ତମେ କି? ହଉ, ହଗ, ହଗ- ଏମିତି ଅମାନିଆ ସଭ୍ୟମାନଙ୍କୁ ନୂତନ ଯୁଗର ପୁରୁଣା ଲୋକେ ସ୍ୱୀକୃତି ଦେଉଛନ୍ତି। ଏକଥା ଏବେ ବେଶ୍ ବୁଝାପଡ଼େ ଗାଁ ଭିତରକୁ ଗଲେ। ହାତରେ ଖଣ୍ତେ ଦା, କଚଟିରେ ରିଷ୍ଟୱାଚ୍, ଲୁଙ୍ଗି ଓ ଗେଞ୍ଜି ପିନ୍ଧି ଅଷ୍ଟମ ଶ୍ରେଣୀ ଆଖପାଖ ପଢ଼ିଥିବା ଚାଷୀ ଚାଷ କରିବାକୁ ଯାଉଛି। ବାଟରେ ଭେଟୁଛି ପଢ଼ାସାଥିକୁ-ସେ ସାଇକଲ୍ ମାରି ସହରକୁ ଛୁଟିଛି। କେଉଁ ଅଫିସରେ ପିଅନ୍। -କ'ଣ ଭାଇ, ଏତେ ଡ଼େରି? ଆଜି ଛୁଟି କି? -ନାହିଁ ମ, ଚାକିରି କ'ଣ ପଳେଇବ? ହାକିମ ମତେ ଯଦି କିଛି ହୁଡ଼ି କରି କହିବ ତାହାହେଲେ ଅମୂକକୁ କହି ହାକିମର ମଜ୍ଜା ନିକାଲି ଦେବି। ବୟସ ତିରିଶି ଏପାଖେ-ଜନ୍ମ ହେଲା ଚାଳିଶି ମସିହା ପରେ। ଗୋଟିଏ ଯାଉଛି ବିଲରେ ସବୁଜ ବିପ୍ଳବ କରିବ ବୋଲି। ଆରଟି ମଧ୍ୟ ଯାଉଛି ସରକାରୀ କଳକୁ ଚଳେଇବାକୁ। ମତ ଅଲଗା-ବୁଦ୍ଧି ଓ କଥା ଅଲଗା। ବାପଦାଦି ମରହଟିଆ ଲୋକ। ବୁଝିନ୍ତି ବା କ'ଣ-? ସେମାନେ କ'ଣ ରେଡ଼ିଓ ଶୁଣୁଥିଲେ ଅହର୍ନିଶି? ତାଙ୍କର କ'ଣ ଅବା ଭବିଷ୍ୟତ୍ ଥିଲା-? ଯେଉଁମାନଙ୍କର ଭବିଷ୍ୟତ ଅଛି ସେମାନେ କ'ଣ କେବେ ଭବିଷ୍ୟତ ନ ଥିବା ଲୋକଙ୍କର କଥାକୁ କାନ ଦେବେ? ଫଳରେ ମଫସଲରେ ଦୁଇଭାଗ-ଗୋଟାଏ ହେଲା ଯୁବ-ସଂସ୍ଥା। ତାଙ୍କୁ ସମସ୍ତେ ଖୋଜୁଛନ୍ତି। ସେ ତାହାର ଭାଉ ବଢ଼ାଇ ବଢ଼ାଇ ଚାଲିଛି। କଥା କହି କହି କୁହାଳିଆ କପିଳା ହେଲାଣି। ଏବେ ତା'କଥା ବୁଢ଼ା ଦରବୁଢ଼ା ଶୁଣୁ ନାହାନ୍ତି ବୋଲି ତାହାର ଘୋର ଆପତ୍ତି ଓ ବିରକ୍ତି। ଏଇ ବୁଢ଼ାଦଳକ ଛେନାରୁ ବହୁତ ଚୋପା ଛଡ଼ାଉଛନ୍ତି। ରାଜନୀତିର ଲୋକେ କହୁଛନ୍ତି-ଟୋକାଙ୍କର ତତଲା ରକ୍ତ ତାଙ୍କର ଆନ୍ଦୋଳନ ଖୋଜୁଛି। ଏମାନଙ୍କୁ ପଚାରେ କିଏ? ମୁରବି ତାହାର ଗାଦି ହରାଇ ରାଜା ଜମିଦାର ପରି ବୁଲୁଛି। ଯିଏ ତଡ଼ିଲା ସେ ନିଜେ ମୁରବିଆନାର ଦାୟିତ୍ୱ ନେବାକୁ ନାରାଜ। କଥାରେ ସେ ସର ପକାଇବାକୁ ଚେଷ୍ଟା କରୁଛି। ତେଣୁ ଗାଁରେ ହେଲାଣି ଦଳ-ବହୁତ ବେଶି ଦଳ। ଠାକୁର ଘର କଳି ଅଛି-ତାହାର କାରଣ ଭକ୍ତି ନୁହେଁ-ଆନି ଓ ଅହଙ୍କାର। ପିଟାପିଟି କାମ ଆଉ ଗାଁରେ ହେବା ଦରକାର ପଡ଼ୁନାହିଁ। ଗାଁଠାରୁ ପାଞ୍ଚ ତିନି ମାଇଲ ଦୂରରେ ସେ କାମ ହେଇପାରୁଛି। ଛକିବା ପାଇଁ ଦୂର ବାଟଟା ବେଶ୍ ଆକର୍ଷଣୀୟ ହେଉଛି। ବୁରବିଆାନାର ଶାସନରେ ଯେଉଁ ବିକେନ୍ଦ୍ରିକରଣ ହୋଇଗଲା ତାହାଫଳରେ ଭେଜାଲ ବାବୁମାନେ ବଢ଼ିଆ କ୍ଷମତା ନେଇ ଆସିଗଲେ। ଦିନରେ ଟର୍ଚ୍ଚ ଲାଇଟ୍ ଧରି ବୁଲିବା ଲୋକ ରାତିରେ କ'ଣ କେତେ ଅବା କରି ପକାଇବେ? କାହିଁ ଏହି ସବୁ ଦୃଶ୍ୟ ଆମର ଓଡ଼ିଆ ସାହିତ୍ୟରେ? ସାହାବ ଆସି ଏଇ କଥା ଗୁଡ଼ିକ ଦେଖି ଆମକୁ ସମୁଝାଇ ଦେଲେ ସିନା ଆମେ ଏହି କାମରେ ଲାଗନ୍ତୁ। ବିଚରା ସାହେବମାନେ ଓଡ଼ିଆ ସାହିତ୍ୟିକଙ୍କୁ ହିନସ୍ତାରେ ପକାଇ ଦେଇ ପଳାଇଲେ। ବାବୁ କ'ଣ ଯିବେ ଗାଁକୁ? କିଏ ସେଠି ତାଙ୍କୁ ଖାତିର କରି ବସାଇବ? ଟଙ୍କା ଦେଲେ ଫିଷ୍ଟ ହୋଇ-ଦାତାର ବଢ଼ତି ହେଉ-ଜୟ ଜୟକାର ହୁଅନ୍ତା। ଏହି ଟଙ୍କା ଦିଆ ଫିଷ୍ଟ କରିବାକୁ ବାବୁଙ୍କର ପସନ୍ଦ ହୁଏ ନାହିଁ। ସେମାନେ ଗସ୍ତରେ ଥିଲା ବେଳେ ଡାକବଙ୍ଗଳାର ଉଚ୍ଚା ପିଣ୍ତାରୁ ଅବା ମଟର ରାସ୍ତାରୁ ଯାହା ଦେଖୁଛନ୍ତି ବୋଲି ଅନୁମାନ କଲେ ସେତକ ହେଲା ଓଡ଼ିଆ ସାହିତ୍ୟ। କବି ନନ୍ଦକିଶୋର କହିଲେ-ପଲ୍ଲୀ।